ଦେଶକୁ, ଶାସନକୁ ଏବଂ ନିଷ୍ପତ୍ତିଗୁଡ଼ିକୁ ଖାଲି ନିଜ ପାଇଁ ହଡ଼ପ କରିନେଇ କୀର୍ତ୍ତନିଆମାନେ ଭୁବନେଶ୍ୱରକୁ ଆସିଲେ। ଭୁବନେଶ୍ୱରରେ ନାନା ପ୍ରଦୂଷଣର ବାଣ ମାରି କାଳଟାକୁ ଗନ୍ଧିଆ କରି ରଖିଲେ। ନୂଆ ଚାଷରେ ଏମାନେ ଖତ ହେବା ପାଇଁ ମଧ୍ୟ ଯୋଗ୍ୟ ହୋଇପାରିବେ ନାହିଁ, ବଳଦ ହେବା ତ ଆହୁରି ଦୂର ବାଟର କଥା। ନୂଆ ବଳଦ ହେବାକୁ ମନକଲେ ତୁମେ ଏହି ଦେଶରେ ସବାଆଗ ବର୍ତ୍ତମାନଟାକୁ ହିଁ ଦେଖିପାରିବ। ବର୍ତ୍ତମାନକୁ ଭୂମି ବୋଲି ଗ୍ରହଣ କରିବ ଓ ବର୍ତ୍ତମାନର ସମ୍ମୁଖୀନ ହେବାକୁ ରାଜି ହେବ। ଅନେକେ ଅଛନ୍ତି, ଯେଉଁମାନେ କି ବର୍ତ୍ତମାନର ବିଚାରାଳୟରୁ ରକ୍ଷା ପାଇଯିବେ ବୋଲି ଭବିଷ୍ୟତର ନାନା କଳ୍ପନାପ୍ରବଳ ଡାଳରେ ସତେଅବା ବାଦୁଡ଼ି ପରି ଲଟକି ରହିଥାନ୍ତି। ସାହିତ୍ୟର କ୍ଷେତ୍ରରେ ଏହି କଥାଟି ବହୁ ସମୟରେ ଦୃଷ୍ଟିଗୋଚର ହୋଇଥାଏ। ଏମାନେ ଆମର ଭୋକ ଭୁଲାଇବାକୁ ହିଁ ସେପରି କରିଥାନ୍ତି। ଆମ ଦେଶର ସାହିତ୍ୟ ଅନେକାଂଶରେ ପ୍ରାୟ ତାହା ହିଁ କରିଆସିଛି ଓ ଆମକୁ ନିଦ ଓଷଦ ଖୁଆଇ ବର୍ତ୍ତମାନ ପାଖରୁ ଭୁଲାଇ ନେଇଛି। ନୂଆ ଚାଷର ବଳଦ ହେବା ପାଇଁ ମନ କଲେ ଆମର ମନ ମୋଟେ ତେଣିକି ଯିବ ନାହିଁ। ନିପଟ ଧୂର୍ତ୍ତମାନେ ଖାସ୍ ଆମକୁ ଧ୍ୟାନଭ୍ରଷ୍ଟ କରିବା ନିମନ୍ତେ ଏହି ଦେଶ ସାରା ଜଗତରେ ଅଗ୍ରଗଣ୍ୟ କେତେ କ'ଣ ହେବାକୁ ଯାଉଛି ବୋଲି କେତେ ଭାବପ୍ରବଣ ହୋଇ ନକହିଛନ୍ତି; ଭାରତବର୍ଷ ସମଗ୍ର ପୃଥିବୀରେ ଶ୍ରେଷ୍ଠ ହେବ ବୋଲି ସିଧା ବିଶ୍ଵବିଧାତାଙ୍କ ଠାରୁ ଅନୁମତିପତ୍ର ନେଇ ଆସିଛି ବୋଲି ସେମାନେ ଆମକୁ ଭୁରୁଡ଼ାଇ ରଖିବାକୁ କେଡ଼େ ପାଟି କରି କହିଛନ୍ତି। ଏଣେ ଏହି ବର୍ତ୍ତମାନଟା ଉପରେ ଆମକୁ ଚିତା କାଟିଛନ୍ତି। ଆମ ଭାଗ୍ୟନିର୍ମାଣର ପଚାଶଟା ବର୍ଷକୁ ସେମାନେ ବରବାଦ କରିଛନ୍ତି। କୋଟି କୋଟି ପରିମାଣର ଅର୍ଥରାଶିକୁ ଆମ ହାତରୁ ଛଡ଼ାଇ ନେଇଛନ୍ତି। ଏହି ପୁରୁଣା ବଳଦମାନଙ୍କର ନାଟ ଏବେ ମଧ୍ୟ ଜଣା ପଡ଼ିନାହିଁ। ସେମାନେ ନିଜ ଅନ୍ତେ ନିଜ ପୁଅ, ପତ୍ନୀ ଓ ଦୁହିତା, ଭ୍ରାତାଙ୍କ ନାମରେ ଏହି ଦେଶଟାକୁ ଲେଖିଦେଇ ଯିବେ ବୋଲି ଫିକର କରୁଛନ୍ତି। ଆଗକୁ ଯେ ସେହି ଫିକରଗୁଡ଼ିକ ଆଦୌ ଚଳିବ ନାହିଁ, ମୋହମତ୍ତ ହୋଇ ସେକଥା ମୋଟେ ଭାବି ପାରୁନାହାନ୍ତି। ନୂଆ ସଂଗ୍ରାମଟି ତଳୁ ହେବ। ବିଗତ ପଚାଶ ବର୍ଷ ଯେଉଁମାନଙ୍କୁ ବୋକା ବନାଇ ରଖାଯାଇ ଆସିଛି, ଏଥର ସେଇମାନେ ହିଁ ଅଗ୍ରଗାମୀ ହୋଇ ବାହାରିବେ। ସେମାନଙ୍କୁ ଏଥିରେ ଯିଏ ସହାୟତା କରିବାକୁ ଇଚ୍ଛା କରୁଛି, ସିଏ ତାହା ଅବଶ୍ୟ କରୁ ପଛକେ, ମାତ୍ର ସେମାନଙ୍କୁ ଧୋକା ଦେଇ ନିଜେ ଆଗରେ ରହିବାକୁ ଆଦୌ ପ୍ରୟାସ ନକରୁ। ଧୋକା ଖାଇ ଖାଇ ଆସିଥିବା ମଣିଷମାନେ ସବାଆଗ ବର୍ତ୍ତମାନଟାକୁ ହିଁ ସଜାଡ଼ିବେ। ବର୍ତ୍ତମାନଟାକୁ ମାଡ଼ିବସିଥିବା ଡ଼ିକୁମାନଙ୍କର ଘେରିବନ୍ଧକୁ ସେମାନେ ଅବଶ୍ୟ ଭାଙ୍ଗିବେ। ସେମାନଙ୍କର ଜଙ୍ଗଲ ସେହିମାନଙ୍କର ହୋଇ ରହିବ। ସେହିମାନେ ହିଁ ସେଥିରେ ଇଚ୍ଛା କଲେ ମାଣ୍ଡିଆ ଲଗାଇବେ ଅଥବା ପଟାସ ଚାରା ରୋପଣ କରିବେ। ସେମାନଙ୍କର ପିଲା ଅବଶ୍ୟ ପାଠ ପଢ଼ିବେ। ହାକିମମାନେ ଯେ ସେହିମାନଙ୍କ ପାଇଁ ନିଯୁକ୍ତ ହୋଇ ରହିଛନ୍ତି, ସେହି ଖବରଟି ସେମାନଙ୍କ ପାଖରେ ଇତିମଧ୍ୟରେ ଯାଇ ପହଞ୍ଚି ସାରିଲାଣି। ତେଣୁ, ହାକିମମାନେ ସେମାନଙ୍କର ହିଁ ସେବା ଖଟିବେ, ସେମାନେ ବୁଝିପାରିବା ଭଳି ଭାଷାରେ କଥାବାର୍ତ୍ତା ହୋଇ ପାରିବେ, ନହେଲେ ନାଲାୟକ ବୋଲି ଘୋଷିତ ହେବେ। ସେମାନଙ୍କ ପାଇଁ ଆଗ ରାସ୍ତା ତିଆରି ହେବ, ପାନୀୟଜଳ ଯୋଗାଇ ଦିଆଯିବ, ବରଷ ଯାକର କାମ ମହଜୁଦ ରହିଥିବ